ରୂପସୀ ଚିଲିକା ଖିଲି ଖିଲି ହୋଇ ହସେ। ଅଚାନକ ଭାବରେ କାଳିଜାଈର ପାଦଦେଶରେ ଅସଂଖ୍ୟ ଆକାଶ-ନୀଳ-ପଦ୍ମ ଫୁଟେ। ଚିଲିକା ଉପର ଦେଇ ବୋହିଆସୁଥିବା ପବନ, ନୀଳପଦ୍ମର ସବୁଜ ଗନ୍ଧରେ ମତୁଆଲା ହୋଇ ଉଠେ। ସେଇଠି ସ୍ୱର୍ଗର ଅନନ୍ତ ଯୌବନା ଉର୍ବଶୀ, ରମ୍ଭା, ମେନକା ଇତ୍ୟାଦି ଅପ୍ସରୀମାନେ ନୃତ୍ୟଗୀତ ଶିକ୍ଷା କରନ୍ତି। କୁମାରୀ ଚିଲିକା ସେମାନଙ୍କର ଶିକ୍ଷୟିତ୍ରୀ ହୁଏ। ହ୍ରଦର ନୀଳ ତରଙ୍ଗରେ ଚିଲିକା ରୂପସୀର ହସ ଶୁଭେ। ନଳବଣକୁ ପଚାରିଲେ କହିବ, ଚିଲିକା କେମିତି ସୁନ୍ଦର ଭାବରେ ନାଚିପାରେ। ତାର କୋକିଳ-କଣ୍ଠ କେତେ ମିଠା! ପୂନେଇ ରାତିରେ ଯେଉଁ ଜୁଆର ଉଠେ, ସେଇଟି ହ୍ରଦ-କନ୍ୟାର ନର୍ତ୍ତନ ଭଙ୍ଗୀ। ପ୍ରଥମ ଆଷାଢ଼ର ମୟୂରୀ ପରି ସେ ଅପୂର୍ବ ଛନ୍ଦରେ ଛନ୍ଦାୟିତ ହୁଏ। ଚିଲିକାର ଭାସମାନ ମେଘ ସେହି ମାହେନ୍ଦ୍ର ମୂହୂର୍ତ୍ତରେ ଚଲାବାଟରେ ଅଟକି ଯାଏ। ପାରିକୁଦର ନାତିଶୀତୋଷ୍ଣ ଜଳବାୟୁ ଦିନେ ଦି'ଦିନ ପାଇଁ ଅସହ୍ୟ ହୋଇ ଉଠେ। ଲୋକେ ଅନୁମାନ କରନ୍ତି, ଅପ୍ସରୀ ମେଳରେ ଚିଲିକା-କୁମାରୀ ନାଚୁଛି। ସବୁ ପବନ, ସବୁ ମେଘ ଆଶ୍ଚର୍ଯ୍ୟ ହୋଇ ଅଟକି ଯାଇଛି। ହେମନ୍ତ ଋତୁର ଶେଷ ଭାଗରେ ଚିଲିକା ଅପୂର୍ବ ରୂପ ଧାରଣ କରେ। ପାରିକୁଦ ଦେଖିବାକୁ, ମାନସରୋବରର ସ୍ୱର୍ଗୀୟ ସୁଷମାକୁ ମଧ୍ୟ ତୁଚ୍ଛ ମନେ କରି ଗେଣ୍ଡି, ହଂସ ଓ ଚକ୍ରବାକ ଦମ୍ପତ୍ତି ଚିଲିକା ଭିତରକୁ ଉଡ଼ି ଆସନ୍ତି। ସେମାନଙ୍କ ଡେଣା ତଳେ ଚିଲିକା ଆକାଶ ଲୁଚିଯାଏ। ଶୀତଦିନ କେଇଟା ଉପଭୋଗ କରି ଚିଲିକାର ଅମର ସ୍ମୃତି ନେଇ ସେମାନେ ଫେରି ଯାଆନ୍ତି। କିନ୍ତୁ ବର୍ଷ ମୁଣ୍ଡକୁ ପୁଣି ଥରେ ଚିଲିକାର ଆକର୍ଷଣ ସେମାନଙ୍କୁ ପାଗଳ କରେ। ବାଟରେ ଅନ୍ୟ କେଉଁଠି ଅଟକି ନ ଯାଇ ରାସ୍ତା ଚିହ୍ନି ସିଧାସଳଖ ପାରିକୁଦରେ ପହୁଞ୍ଚିଯାନ୍ତି। ଏଗୁପକ୍ଷୀ ସୈନିକର ଦାୟିତ୍ୱ ତୁଲାଏ। ସେ ସ୍ଥାନୀୟ ପକ୍ଷୀ କିନା, ତେଣୁ ବିଦେଶାଗତ ପକ୍ଷୀମାନଙ୍କୁ ଆତିଥ୍ୟରେ ମୁଗ୍ଧ କରିବା ଦାୟିତ୍ୱ ସେ ନେଇଛି। ସୁତୀକ୍ଷ୍ଣ ନଜର ରଖି ସେ ଜଗିଥାଏ। ଶତ୍ରୁ ଆଗମନର ସନ୍ଧାନ ପାଇଲେ ବିଚିତ୍ର ଶବ୍ଦ କରି ସମସ୍ତଙ୍କୁ ସତର୍କ କରିଦିଏ। ପ୍ରବାଦ ଅଛି, ରାଜ-ଶାସନ ଅମଳରେ ଥରେ ସେ ପାରିକୁଦକୁ ଶତ୍ରୁ କବଳରୁ ଅତି। ଆଶ୍ଚର୍ଯ୍ୟ ଭାବରେ ରକ୍ଷା କରିଥିଲା। ସେମାନଙ୍କୁ ଦୂରରୁ ଦେଖି ଶତ୍ରୁ ଭାବିଲା ପାରିକୁଦ ସୈନ୍ୟ କମାଣ ଧରି ଅପର ପକ୍ଷର ସମ୍ମୁଖୀନ ହେବା ସକାଶେ ସଜାଗ ଅଛନ୍ତି। ତେଣୁ ସେ ଭୟ ପାଇ ଫେରିଗଲା। ଏଗୁପକ୍ଷୀର ସ୍ୱଦେଶ ପ୍ରେମଟା ଅନୁକରଣୀୟ ନିଶ୍ଚୟ! ପକ୍ଷୀସମ୍ପଦ ହିଁ ପାରିକୁଦର ଶୀରି ହେଲେ ମଧ୍ୟ ବେଳେ ବେଳେ ସୌକିନ ଶିକାରୀମାନେ ସେମାନଙ୍କ ଉପରେ ଯଥେଚ୍ଛାଚାର କରନ୍ତି। ଦିନକୁ ଶହ ଶହ ପକ୍ଷୀ ଶିକାର କରନ୍ତି-। ବାଲୁଗାଁରେ ମାଛ ମାଂସର ଦର ହଠାତ୍ କମିଯାଏ। ହଂସଦଳ ତଥାପି ଚିଲିକା ଛାଡ଼ନ୍ତି ନାହିଁ। ଚିଲିକାର ବେଳାଭୂମିଟାହିଁ ସେମାନଙ୍କ ମୋକ୍ଷଭୂମି। 'ଏଗୁ' ଆଉ 'ଚାହା' ମେଳରେ ହସ ଖୁସିରେ ଦିନ ବିତେଇ ଦେବାକୁ ସେମାନେ ସଂକଳ୍ପ କରି ଆସିଛନ୍ତି। ବର୍ଷର ବାରମାସ ଏହି ସ୍ଥାନୀୟ ପକ୍ଷୀମାନେ ନିର୍ଜନ ଦ୍ୱୀପ ସମେତ ସମୁଦାୟ ଚିଲିକାକୁ ପ୍ରାଣମୟ କରି ରଖିଥାଆନ୍ତି। କୁଜୀ ହଂସ ଗୋଡ଼ ଭାଙ୍ଗି ନାଚିଲେ ରାଜହଂସ ବାହାବା କରେ। ଏଗୁପକ୍ଷୀ ଗାଇଲେ ଚାହା ଓ ସ୍ନାପ୍ଚଢ଼େଇ କୋରସ୍ ଦିଅନ୍ତି। ହସ ଖୁସିରେ ଦିନ ବିତିଯାଏ। ପାରିକୁଦବାସୀଙ୍କ ପାଇଁ ପ୍ରକୃତିର ନିର୍ଲୋଭ ଦାନ ହେଲା ପୋଢ଼ ମହିଷୀ। ପାରିକୁଦର ଗୃହସ୍ଥ ସେମାନଙ୍କ ବସବାସ ସକାଶେ କୌଣସି ଚିନ୍ତା କରେନାହିଁ। ପ୍ରକୃତିର ଜନ୍ତୁ ଏମାନେ। ବର୍ଷର ବାରମାସ ବିଲ